ଛୋଟୀ ବିରାଡ଼ି ଅସରପାକୁ ବାଇ। ପଇସାବାଲା, ଥିଲା ଘର ଲୋକେ, ଇଞ୍ଜିମିଞ୍ଜି ପଢ଼ୁଚନ୍ତି, ସହର ବଜାରରେ ପଠାଣ ଚମାରଙ୍କଠୁ ଖାଉଚନ୍ତି, ତାଙ୍କ ଜାତି ଯାଉନାହିଁ–ସେ ଆସିଲେ, ଗାଁରେ ହେବେ ମୁଖିଆ, ବାହ୍ମୁଣ ପାଖରୁ ସାଆନ୍ତ ଯାଏଁ ସମସ୍ତେ ମାରିବେ ମୁଣ୍ଡିଆ ତାଙ୍କୁ–ପାଣ ପଠାଣ କିରସ୍ତାନ ଯାଏଁ ହଉ, ଦି ଅକ୍ଷର ବଙ୍କା ପାଠ ପଢ଼ି ଯିଏ ଆସିଲା–ତା' ଗୋଡ଼ତଳେ ପଡ଼ିଯିବେ, ତା' ଜୋତା ଧରିବେ, ଅଇଁଠା ଚାଟିବେ–ସମସ୍ତେ–ସେତେବେଳକୁ ଜାତି ଯାଏଁ ନାହିଁ–ଆଉ ମୁଁ ମାଇପିଟିଏ ବୋଲି, ନିଆଶ୍ରୀ ବୋଲି, ମୋର କେହି ନାହିଁ ବୋଲି, ଗୋଟିଏ ଅରକ୍ଷ ବେଡ଼ଆରସୀ ଛୁଆଟିଏ ଆଣି ପାଳିଲି ବୋଲି ମୋ ଜାତି ଚାଲିଗଲା-। ମୁଁ ଏ ଗାଁଯାକ ସମସ୍ତଙ୍କ ଜାତି ନ ନେବି କାହିଁକି? '' ଜାତି ନବାପାଇଁ ସେ ସିନା ଧମକ ଦେଲା, କିନ୍ତୁ ଜାତି ସେ ଅନେକଙ୍କର ନେଇଚି–ଏ ଗାଁରୁ। ସେ ନିଜେ ଥରେ ହସି ହସି ଖିଆସରେ କହିଲା–''କାହା ଜାତି ନ ମାରିଚି ମୁଁ। '' ହଁ, ଏଇ ନିଧିଆ ବୋଉ। କାହା ଜାତି ନ ମାରିଚି ସେ। ଗାଁର ସବୁଯାକ ବଡ଼ବଡ଼ିଆ, ବଡ଼ପଣ୍ଡା, ଯିଏ ଜାତି ଜାତି କରି ଛାତି ଫୁଲାଇ ଚାଲନ୍ତି, କୁଳ ମର୍ଯ୍ୟାଦାକୁ ମୂଳ କରି, ଜନମକୁ କରମ ବୋଲି କହି ସମାଜରେ ବାହା ହଲେଇ ଚାଲନ୍ତି–ଛୋଟ ଜାତି ଇତର ଜାତି ବୋଲି କହି କହି ସମସ୍ତଙ୍କୁ ନାକ ଟେକନ୍ତି–ତାଙ୍କର ସେ ବଡ଼ ଜାତି, ବଡ଼ପଣିଆ କୋଉଠି ଥାଏ! ଜାତି? ଜାତି ଅଛି ପୁରୁଷ ପୁଅର ଅଣ୍ଟି ଭିତରେ। ସେଦିନ ନିଧିଆ ବୋଉ କେତେ ଦମ୍ଭରେ କହିଲା ଏ କଥା। ଛୋଟ ଜାତିକି ବଡ଼ ଜାତି କରୁଚି ଏଇ ଟଙ୍କା–ଆଉ ବଡ଼ ଜାତିକି ଛୋଟ ଜାତି କରୁଚି ଏଇ ଟଙ୍କା। ମାଇପେ ଯଦି ଟଙ୍କା କମେଇ ପାରିବେ, ତେବେ ତାଙ୍କ ଜାତି ଏଡ଼େ ସହଜରେ ଯିବ ନାହିଁ। ବାଉରି ପଡ଼ା ନାହାକ ଘର ଗରିବ ହେଇଗଲେ। ସେଦିନ ପୁଣି ତାଙ୍କ ପୁଅ ବାହା ହେଲା ଖଣ୍ଡାଇତ ଘରେ। କହିଲେ କହୁଚନ୍ତି–ସେ ଖଣ୍ଡାଇତି କାହିଁକି ହେବେ–ମହାଲାୟକ କେତେ ମହାଲାୟକଙ୍କ ଘରେ ବନ୍ଧୁ କରିଛନ୍ତି। ସତକଥା ହଉଚି–ଖଣ୍ଡାଇତବି ନୁହେଁ–ନିପଟ ମୁଣ୍ଡି ଚଷା। ନିର୍ଘାତ ଚଷା ଘରେ ବନ୍ଧୁ କରି ପକେଇଲେ। ୟାଙ୍କର ପୁଣି ପୁଅ। ପୁଅକୁବି କନିଆ–ମିଳିଲା ନାହିଁ, ଆପଣା ଜାତିରେ ଝୁଅ କଥା ଛାଡ଼। ଆଉ ଭୁୟାଁ ଘର କଥା କିଏ ନ ଜାଣେ! ଭୁୟାଁରୁ ମହାପତ୍ର ମହାପାତ୍ରରୁ ରାୟ ମହାପାତ୍ର। ଏଇକ୍ଷଣି କିଏ ଖାଲି ରାୟ ବୋଲଉଚି କ'ଣନା–ଆମେ କ୍ଷେତ୍ରି। ବଡ଼ ପଇସା। ବଢ଼ନ୍ତେ କ୍ଷେତ୍ରି, ଛିଡ଼ନ୍ତେ ଚଷା। ଏଇ ପଇସାର କାରସାଦି। ପଇସା ହେଲେ ବାଘ ଆସି ପିଠି ପତେଇ ଦବ। ରଜାଘର ଆସି ବନ୍ଧୁ କରି ଚାଲିଯିବେ–ଭୁୟାଁ ଘରେ କଲେ ତ। ମଉସା–ଜଡ଼ ପଇସା। ଏଇ ପଇସା–ନିଧିଆ ବୋଉ ଦିନେ କହିଲା–ଜାତି ଦିଏ ଆଉ ଜାତି ନିଏ। ଜାତି ନେଇ ସାରି, ଅଜାତିଆ ଫମ୍ପା ମଣିଷଟାକୁ ପୁଣି ଜାତିଆ ପୋଷାକରେ ସଜେଇ ଗୁଜେଇ ଇମିତି ତାରିଫ କରି ଠିଆ କରିଦିଏ ଯେ, ଜାତି ନାହିଁ ବୋଲି କିଏ କହିବ? ଜାତି ଅଛି ଏଇ ପୋଷାକରେ–ଏଇ ଫେଶନରେ। ଜାତି କ'ଣ ଆଉ କୋଉଠି ଥାଏ। ତମେ ଆମେ ହାଟୁଆ ବାଟୁଆ ଇତର ଜାତି କାହିଁକି? ପୋଷାକ ନାହିଁ–ଫେଶନ ନାହିଁ ବୋଲି–ଟଙ୍କା ପଇସା ଆମକୁ ଭଲ ପିନ୍ଧେଇ, ଭଲ ସଜେଇ ବାହାରକୁ ଦେଖେଇ ହବାକୁ ଛାଡ଼ି ଦେଇ ନାହିଁ ବୋଲି। ଭିତରେ କୁକୁଠୁବି ହୀନ